ଦୁଇ ଚାରିଟା ଝାଡ଼ା ହୋଇଗଲାଣି। ବାବୁ, ମୋ ଚାକିରିକୁ ରଖି ଆପଣ ଯାହା କରିବା କଥା କରନ୍ତୁ। ମା'ଙ୍କ ଆଗରେ ଆଗରୁ କେବେ ମିଛ କହିନି, ଏବେ ବି କହିପାରିବି ନାହିଁ। ଆପଣ ଆସନ୍ତୁ ଯାହା କହିବା କଥା କହି ଚାଲି ଆସିବେ। ମଝିରେ ମୋତେ ଏପଟ ସେପଟ କରାନ୍ତୁ ନାହିଁ। ହଉ ଯା' ମୁଁ ଟିକେ ଛାଡ଼ି ଯାଉଛି। ହଁ, ଶୀଘ୍ର ଆସନ୍ତୁ। ଦାଶିଆ ଫେରି ଆସିଲା। ଦାଶିଆ ଫେରିବା ବାଟକୁ ଚାହିଁ ଗୁରୁପଦ ମୁରୁକି ମୁରୁକି ହସୁଥିଲା। ଶ୍ୟାମଘନବାବୁଙ୍କ ଘରେ ରହିବା ତା'ର ପ୍ରାୟ ପାଞ୍ଚମାସ ହୋଇଗଲାଣି। ଏହି ମାସ ପୁରିଲେ ଛଅମାସ ପୂରିବ। ଛ' ମାସ ଭିତରେ ଗୁରୁପଦ ଶ୍ୟାମଘନବାବୁଙ୍କ ପରିବାର ସହିତ ନିଜକୁ ବେଶ୍ ମିଶାଇ ପାରିଛି। ପ୍ରତି ପର୍ବପର୍ବାଣୀ ଭଲ ମନ୍ଦ, ସୁଖ ଦୁଃଖ ଭିତରେ କ୍ଷୀର ସହିତ ନୀର ମିଶିଲା ଭଳି ସେ ମିଶି ଯାଇଛି। ଶ୍ୟାମଘନବାବୁ ଅଧିକାଂଶ ସମୟରେ ପାଖକୁ ଡାକି କହିଛନ୍ତି, ଗୁରୁପଦ ତୁମେ ଏଥର ଆମ ଘରେ ଖିଆପିଆ କର। ଏକା ଜାତିଭାଇ ଅସୁବିଧା ହେବନି। ଏତେଗୁଡ଼ିଏ ବାଟ ଅଫିସ ଚାଲି ଚାଲି ଯାଇ ପୁଣି ଅଫିସରୁ ଫେରି ରନ୍ଧାବଢ଼ା କରିବାକୁ ବହୁତ କଷ୍ଟ ହେଉଥିବ। ସେ ସମୟରେ ସେ କ'ଣ ଭାବିଥିଲା କେଜାଣି ରୋକଠୋକ ଶ୍ୟାମଘନବାବୁଙ୍କୁ ମନା କରିଦେଇଥିଲା। କାହାରି ଘରେ ସେ ଖାଇବାକୁ ଭଲ ପାଏନି, ଏ ତା'ର ଜନ୍ମଗତ ଦୋଷ। ସାମାନ୍ୟ ପରିଶ୍ରମ ପାଇଁ ପର ହାତକୁ ଯିଏ ଅନାଏ ସେ ମଣିଷ ଭାବରେ ଗଣା ହୁଏନି। ନିଜେ ରୋଷେଇ କରିବ, ଯେତେବେଳେ ଯାହା ମନ ହେବ ଖାଇବ। ମାଛ, ମାଂସ, ଅଣ୍ଡା, ଘିଅ, ଦୁଧ, ଯାହା ସିଏ ଯେତେବେଳେ ଚାହିଁବ। ସ୍ୱାଧୀନତା ମଣିଷକୁ ଯେଉଁ ଆନନ୍ଦ ଦିଏ ସେ ଅନୁଭୂତି ଯାହାର ଅଛି, ସେ କେବେ ପରାଧୀନକୁ ସାମାନ୍ୟ ପରିଶ୍ରମକୁ ଡରି ଆଦରି ନେବନି। ଦିନେ ପିଲାଦିନେ ତା' ଜୀବନରେ ଘଟିଥିବା ଗୋଟିଏ କଥା ତା'ର ମନେ ପଡ଼ିଲା। ଲେଖାଯୋଖା ମାମୁଁ ଗିରିଧାରୀଙ୍କ କଥା। ଏବେ ସେ ଗାଁରେ ଝୋଟ ବ୍ୟବସାୟ କରିଛନ୍ତି। ଲାଭ ଦି' ପଇସା କରଛନ୍ତି। ତା'ର ପିତା ଦୀନବନ୍ଧୁକୁ ଆସି କହିଲେ, ଗୁରୁପଦ ଏତେଗୁଡ଼ିଏ ବାଟ ଚାଲି ଚାଲି ସ୍କୁଲକୁ ଯାଉଛି ପୁଣି ଚାଲି ଚାଲି ଘରକୁ ଫେରୁଛି ଭାରି କଷ୍ଟ ହେଉଥିବ। ତୁ ଗୋଟେ କାମ କର। ମୋ ଘରେ ତା'କୁ ଛାଡ଼ି ଦେ। ମୁଁ ତା'ର ସବୁ ବନ୍ଦୋବସ୍ତ କରିଦେବି। ତା'ର ଖାଇବା ପିଇବା, ବହିପତ୍ର ଇତ୍ୟାଦି ଇତ୍ୟାଦି ସବୁ କିଛି। ତୋତେ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ। ପିଲାଟା ବାଟ ଚଲାରୁ ମୁକ୍ତି ପାଇବ। ବାପା କିନ୍ତୁ ଏକଥା ଶୁଣି ରୋକଠୋକ ମନା କରି ଦେଇଥିଲେ। ଗୁରୁପଦ ଘର ଛାଡ଼ି କାହା ଘରେ ରଡ଼ିପାରିବ ନାହିଁ। କିନ୍ତୁ ବୋଉ ତା'ର ଏଥିରେ ପ୍ରତିବାଦ କରି ବାପାଙ୍କ ଉପରେ ବିରକ୍ତ ହୋଇଥିଲା। ଖୁବ୍ ରାଗିଯାଇ ବାପାଙ୍କୁ କହିଲା ଯଦି ଗିରିଧାରୀ କହୁଛି ତା'ହେଲେ ଗୁରୁପଦ ଯାଇ ତା' ଘରେ ରହି ପାଠ ପଢ଼ୁ। କ୍ଷତି କ'ଣ? ପିଲାଟା ଖରା ବର୍ଷାରେ ଏତେଗୁଡ଼ିଏ ବାଟ ଚାଲି ଚାଲି ଯାଉଛି। ବର୍ଷାଦିନେ ଯେଉଁ ଘଡ଼ି ଘଡ଼ି ବର୍ଷା, ଖରାଦିନେ ଯେଉଁ ଉଦୁଉଦିଆ ଖରା; ସେଥିରୁ ତ ପିଲାଟା ମୁକ୍ତି ପାଇଯିବ। ଗିରିଧାରୀ ତ କିଛି ଖରାପ ଲୋକ ନୁହେଁ। କେତେ ପଇସା ତା' ହାତରେ ଅଛି। ଆମର ତ ବର୍ଷଯାକ ଅଭାବ। ଧାନ ତ ସବୁ ଧୋଇରେ ଗଲା। କିଛି ତ ମୋଟେ ହେଲା ନାହିଁ। କରଜ ଉପରେ କରଜ, ଏପର୍ଯ୍ୟନ୍ତ ଘର। ମୋର ରାତି ପାହିଲେ ଝଗଡ଼ା। ହେ ଭଗବାନ୍! କ'ଣ ଯେ ତୁମକୁ କୁହନ୍ତି ଛାଡ଼। ଗୁରୁପଦଟା ଅଛି ନଚେତ୍। ଲୋକେ ପୁଣି ଏତେ ମିଛକଥା କହନ୍ତି! ମୁଁ ଜାଣି ନ ଥିଲି। ମୋର ଏଇ ପାନଟା ଅଭ୍ୟାସ, ଆଉ ଚା' ନା ଗୁଡ଼ାଖୁ ଅଭ୍ୟାସ ଅଛି, ତୁମର ତ ସବୁ ଅଭ୍ୟାସ ଅଛି। ପାନ, ଚା, ଗୁଡ଼ାଖୁ, ସିଗାରେଟ୍, ଆଉ କ'ଣ ଥିବ ତୁମେ ଜାଣିଥିବ। ଛାଡ଼ ସେ କଥା, ଉଠ ଖାଇବ। ମୋର ଯେଉଁ ଅଭ୍ୟାସଗୁଡ଼ିକ ଅଛି ବୋଲି କହୁଛ ମୁଁ ପିଲାଦିନରୁ କରି ଆସିଛି। କିନ୍ତୁ ତୁମେ ଯେଉଁ ଅଭ୍ୟାସଟା କରିଛ ଏହି ଦୁଇ ତିନି ବର୍ଷ ହେବ। ଶ୍ୟାମଘନବାବୁ ହସି ହସି କହିଲେ, ହେଲା କ'ଣ ହେଲା। ତୁମେ ପନ୍ଦର ବର୍ଷ ହେବ ଅଭ୍ୟାସ କରିଛ।